ନିଜର ଲକ୍ଷ୍ୟ ସାଧନ କଲେ। ତାଙ୍କର ମାଟିଘର କୋଠା ହେଲା। ସେଠି ରେଡ଼ିଓ ବାଜିଲା। ବିଜୁଳି ଆଲୁଅ ଜଳିଲା। ଦୁଆର ମୁହଁରେ ମଟରଗାଡ଼ି, ଜିପ୍ ଓ ଟ୍ରକ୍ ଠିଆ ହେଲା। ତା'ପରେ ଆଉ କ'ଣ? -ଆଉ ଅଧିକ କଥା କେମିତି ହେବ? ପିଲା ପଢ଼ିଲେଖି ବି. ଏ. କି ଏମ. ଏ. ପାସ୍ କଲା। ତା'ପରେ? -ତା'ପରେ? ସେମିତି ପିଲାର ବାପ କରିଧରି ବଳୁଆ, ମନୁଆ, କାଢୁଆ ହେଇଗଲା ତା'ପରେ? -ତା'ପରେ? ଅବା ସିଏ ପରୀକ୍ଷା ଦେଇ କି ବଛାବଛି ଭିତରେ ହାକିମ ହେଇ ସ୍ଥାୟୀ ହୋଇଗଲା। ସକାଳୁ ଟେବୁଲ ଉପରେ ବସି ଚା କଫି ଓ ନାସ୍ତା କରି ଖବର କାଗଜ ପଢ଼ିଲା। ଆଖି ଓ ମନରେ ତେଜ ଆସିଲା। ସେଇଠୁ ପ୍ରଶ୍ନ-ତା'ପରେ? -ତା'ପରେ? ତା'ପରେ ହେଉଛି ବିଦ୍ରୋହ। ହିଁ, ହେଲା ହେଲା ଯେ। ତେବେ ଯାହା ମିଳିଛି ସେଥିରେ ସନ୍ତୋଷ ଆଣି ଆତ୍ମସନ୍ତୋଷ ଲାଭ କରିବା କ'ଣ ମଣିଷ ପଣିଆ? ଉତ୍ତର ସବୁବେଳେ ଓ ସବୁଠାରେ ସମାନ। ବୁଦ୍ଧଦେବଙ୍କର ମଧ୍ୟ ସେହି ପ୍ରଶ୍ନ ଓ ସେହି ଉତ୍ତର ଆସିଥିଲା। ସେଇଆ ଆସିଥିଲା ପୁରୀର ଗଜପତି ମହାରାଜଙ୍କର-ଯେତେବେଳେ ସେ ମୁସଲମାନ ବେଗମକୁ ଗ୍ରହଣ କରିନେଲେ। ସେଇ ପ୍ରଶ୍ନ ଆସିଥିଲା ରାଜା ଆଶୋକଙ୍କର। ସେଇ ପ୍ରଶ୍ନ ଆସିଥିଲା ଅବତାର ଶ୍ରୀ ରାମଚନ୍ଦ୍ରଙ୍କର ଆଉ ଶ୍ରୀକୃଷ୍ଣଙ୍କର ଓ ସବ୍ୟସାଚୀ ଅର୍ଜ୍ଜୁନଙ୍କର। କ'ଣ ଏତିକି? -ଏତିକି? ଏଥିପାଇଁ କ'ଣ ମୁଁ ଆସିଥିଲି। ଯେଉଁ ପଦାର୍ଥକୁ ଦୁର୍ଲଭ ବୋଲି ପ୍ରାଣପଣ କରି ଚେଷ୍ଟା କରି ଆସିଥିଲି ଆୟତ୍ତ କରିବାକୁ, ସେଇ ପଦାର୍ଥ କ'ଣ ମୋ'ଠାରୁ ବଡ଼? ନା, ମୁଁ ବିଦ୍ରୋହ କରିବି। ସେ ବିଦ୍ରୋହୀ ହୁଏ। ନ ପାଇଲା ଲୋକରେ ବିଦ୍ରୋହ କମ୍। ସେମାନେ ଗାଳି କି ଅଭିଶାପ ଅଜାଡ଼ି ନିଅନ୍ତି। କିନ୍ତୁ ବିଦ୍ରୋହ କରନ୍ତି ନାହିଁ। ତାଙ୍କର ସାମର୍ଥ୍ୟହୀନତା ଓ ଦାରିଦ୍ର୍ୟକୁ ଫୋପାଡ଼ି ଦେବାକୁ ମନ କରନ୍ତି ନାହିଁ। କିନ୍ତୁ ଯିଏ ଆତ୍ମବିଶ୍ୱାସୀ କି ଆତ୍ମମ୍ଭର ତାହାରି ସେହି ବିଷୟରେ ସନ୍ଦେହ ନ ଥାଏ। ସେ ହଠାତ୍ କହେ ଓ ଭାବେ। ହଁ। ମୁଁ ଭଲରେ ଅଛି-ସୁବିଧାରେ ଅଛି। ତାହା ବୋଲି କ'ଣ ମୁଁ ସେଥିରେ ସନ୍ତୁଷ୍ଟ ହେବି? ନା। ତେଣୁ ସେ ବିଦ୍ରୋହ କରେ। ସେଇ ବିଦ୍ରୋହ ଏବେ ଓଡ଼ିଆ ମୁଲକରେ ଦେଖା ଦେଇଛି। ସେଇ ବିଦ୍ରୋହର ସ୍ୱର ଏବେ କହୁଛି ଆମର ଓଡ଼ିଶାର ଦାବୀ ପୁରଣ କର। ଓଡ଼ିଶା କହିଲେ ଓଡ଼ିଆ ଭାଷାଭାଷୀ କଲମପେଶା କିରାଣିକୁ ବୁଝାଏ ନାହିଁ ଅବା କଲମପୋଷା ସାହିତ୍ୟକକୁ ଖାଲି ବୁଝାଏ ନାହିଁ। ଆମର ଅଗଣିତ ସଂସ୍କୃତି-ସଚେତନ ଲୋକ ହେଉଛନ୍ତି ଓଡ଼ିଆ। ତାଙ୍କରି ପାଇଁ ତାଙ୍କରି ପରି ଲୋକ ବହି ଲେଖୁଛନ୍ତି। ବହି ଛପାଉଛନ୍ତି। ଆଉ ବହି ବିଷୟରେ ଆଲୋଚନା କରୁଛନ୍ତି। ତେଣୁ ଜନତାର ଆଶା ଆକାଙ୍କ୍ଷା ଓ ମତାମତର ସାରାଂଶ ନ ଥାଇ ଲେଖିଲେ ସେହି ଲେଖାକୁ ସର୍ବସାଧରଣ ଅବା ସାର୍ବଜନୀନ ବୋଲି କୁହାଯାଇ ପାରିବ ନାହିଁ। ସେହି ଅବସ୍ଥାରେ ତାହାକୁ ଶାଶ୍ୱତ ବା ଚିରନ୍ତନ କହିବାର ଲାଭ କ'ଣ? ଲେଖକ। ସିନା ଆଗେ ତାହାର ରହୁଥିବା ଓ ଦେଖୁଥିବା ପରିବେଶକୁ ନିଜର କରିବା ଦରକାର। କିନ୍ତୁ ଏହା ନ କରି ଯଦି ସେହି ପରିବେଶ ଉପରେ ନିଜର ଅସମ୍ପୂର୍ଣ୍ଣ ଓ ବିକଳାଙ୍ଗ ମତାମତକୁ ଲଦି ଦିଆଯାଏ ତାହାହେଲେ ପୂରା ଭୁଲ୍ ହେବ ନାହିଁ କି? କଥା ତ ଅଛି-ନିଜର ଯୁକ୍ତିରେ କଥାଟି ସିଦ୍ଧ ହେଲେ ବି ଯଦି ସେହି କଥାଟି ଲୋକମତ ବିରୁଦ୍ଧ ହୁଏ ତାହାହେଲେ ସେ କଥା କରିବା ଭୁଲ୍। ଆଉ ସେହି କାମ କରିବା ମଧ୍ୟ ଭୁଲ୍। ଏହି ଯୁକ୍ତିରେ ପୃଥିବୀର ଚାରିଆଡ଼େ ଛୋଟ ବଡ଼ ନିର୍ବାଚନ ପ୍ରତିଯୋଗିତାରୁ ଆରମ୍ଭ କରି ବଡ଼ସାନ ସବୁ ପ୍ରକାରର ବିଚାରରେ ଏହି କଷଟିରେ ପରଖିବାକୁ ହୁଏ। ତେଣୁ ପୁନରୁକ୍ତି ବା ଚର୍ବିତଚର୍ବଣ ହେଉଥିବା ଭାବ ଓ ଭାଷାକୁ ଆଧାର କରି ଯେଉଁ ସାହିତ୍ୟିକ ତିରିଶି ମସିହାରୁ ତେସ୍ତରି ଯାଏ ଏକା ଲାଇନରେ ଚାଲିଛନ୍ତି ତାଙ୍କୁ ବାସନ୍ଦ କରାହେବ ନାହିଁ କାହିଁକି? ଏହି ବାଛନ୍ଦ ବା ବାସନ୍ଦ ହେଇ ପାରୁନାହିଁ ବୋଲି ଆମର ଏଠି ଓ ଅନ୍ୟଠାରେ ବିଭ୍ରାଟ ଚାଲୁଛି। ଆଗରୁ ଆସିଥିବା ଲୋକ ଜେଗା ମାଡ଼ି ବସିଲା ପରି ଆଗରୁ ଆସିଥିବା ଲେଖକ ଚକା ଆସନ ପକାଇ ପଞ୍ଚୁଗ୍ରାସ ଚଳାଇଛି-ଘଣ୍ଟା ଘଣ୍ଟା। ସେ ଉଠୁ ନାହିଁ।